ସଂସାରଟା ଗୋଟାଏ ସିନେମା କି ଥିଏଟର ସତ; କିନ୍ତୁ ଅନ୍ୟର କଥା ଜାଣିବା ପାଇଁ-ନିଜର କଥାକୁ ଜଣାଇବା ପାଇଁ ନୁହେଁ। -ମତେ କ୍ଷମା କର। -ଡେରି କର ନାହିଁ। ଅଧିକା ଅଡ଼ୁଆ ହେବ। ଆଜି ଦୁର୍ଯୋଗ ପଡ଼ିଛି। ପୁଣି କିଏ ଆସିଯିବ? ତୁମେ ଯାହା ଦେଖିବାର ଦେଖି ଦେଲ-ଯାହା ଶୁଣିବାର ଶୁଣିଗଲ। ଏକାଠି ବନ୍ଧା ହେବାକୁ ବାଧ୍ୟ। ତିନୋଟି ଛୋଟ ଗ୍ଲାସ୍ର ସାମାନ୍ୟ ରଣଝଣ ଶୁଭିଥିଲା। ରମାକାନ୍ତର କାନ୍ଧରେ ହାତ ଥୋଇ ନିଜର ଦେହକୁ ରମାକାନ୍ତ ଉପରେ ସାମାନ୍ୟ ଭରା ଦେଇ ମାନିନୀ କହିଥିଲା-ବଂଧୁ, ମନେରଖିବ। ସବୁ ଦିନକୁ ହେଜିବ-ଆମେ ତୁମକୁ ଭଲ ପାଉ। ଆମେ ଏକ ପ୍ରକାରର ଲୋକ। କ'ଣ କହୁଛ? -ହଁ। କେହି ଜାଣିବେ ନାହିଁ। ଏମିତି ଅସଂଖ୍ୟ ଗୋପନ କଥା ବନ୍ଧୁତାର ସେତୁ। ହସି ଅଳକା କହିଲା। ରମାକାନ୍ତର ଉପସ୍ଥିତିରେ କଥାର ଲହର ଊଣା ହେଇ ଯାଉଥିଲା-ଦୁଇଟି ପୁରୁଷ ଓ ଗୋଟିଏ ସ୍ତ୍ରୀ ଯେତିକି ରସ ଏକାଠି ହେଲେ ସୃଷ୍ଟି କରି ପାରନ୍ତି, ଦୁଇଟି ସ୍ତ୍ରୀ ଓ ଗୋଟିଏ ପୁରୁଷ ଏକାଠି ହେଲେ ସେତିକି ରସଭଙ୍ଗ ହୁଏ। ରମାକାନ୍ତର କଅଁଳ ମୁହଁ ଉପରେ ଚିନ୍ତାର ଝଡ଼ ଚାଲିଥିଲା। ଅଳକା କହିଲା-ମାନିନୀ, ଆମେ ରମାକାନ୍ତଙ୍କୁ ନେଇ ଛାଡ଼ି ଦେଇ ଆସିବା। ମଟର ଚଳାଇ ପାରିବ ତ। -ହଁ, ଏମିତି କ'ଣ ଉତ୍ପାତ ହେଇଗଲି କି? -ଭଲ କଥା। -ଆସ ରମାକାନ୍ତ। -ମୁଁ ଚାଲିଯିବି। -ଆମେ ଛାଡ଼ି ଦବୁ। କେଉଁଠିକି ଯିବ? ରହୁଛ କେଉଁଠି? ମଉଳା ଦିନର ଅଳ୍ପ ଆଲୁଅରେ ମଟରଟି ବାହାରିଲା-ଆଗରେ ମାନମୟୀ ଓ ଅଳକା। ପଛରେ ରମାକାନ୍ତ। ରମାକାନ୍ତକୁ ଲାଜ ମାଡ଼ୁଥାଏ। ପୁରି ମନଟା ଗର୍ବ ଅହଙ୍କାରରେ ଫୁଲି ଉଠୁଥାଏ-ସେ ଜଣେ ବିଶିଷ୍ଟ ଲୋକ। ଖାଲି ବାଧ୍ୟବାଧକତାରେ ନିଶା ନ ଛୁଇଁଥିଲେ ସେ ହୋଇଥାନ୍ତା ଭାଗ୍ୟବାନ୍-। ସିଧା ରାସ୍ତାରେ ଫାଙ୍କା ଦେଖି ମାନିନୀ କହିଲା-ବୁଝିଲ ରମାକାନ୍ତ, ସୌଭାଗ୍ୟ ଓ ଦୁର୍ଭାଗ୍ୟ, ଆନନ୍ଦ, ଦୁଃଖ, ଯଶ ଓ ଅପଯଶ ଏମିତି ଛନ୍ଦାଛନ୍ଦି ହୋଇ ପଡ଼ିଛନ୍ତି। ଧନ ଓ ଚରିତ୍ର ଏକାଠି ଚଳନ୍ତି ନାହିଁ। କେଇ ଦିନ ପରେ ତୁମେ ନିଜେ ବୁଝିବ ଯେ ଆଜିଟି ଗୋଟିଏ ବହୁତ ସୁଯୋଗର ଦିନ-କ୍ୱଚିତ୍ ମିଳେ। ରମାକାନ୍ତ ଉତ୍ସାହରେ କହିଲା-ମୋର ଆଜି ଅଶେଷ ଭାଗ୍ୟ। ଅଳକା ପଛକୁ ବୁଲିପଡ଼ି କହିଲା-କିନ୍ତୁ ସାବଧାନ! ଏଠି ଯାହା ଦେଖିଲ, ଶୁଣିଲ କି କଲ ସେତକ ତମର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଗୋପନ କଥା। -ନିଶ୍ଚୟ। -କାଲି ଆସିବ। ସେତିକି ବେଳକୁ। ଆସିବ ମାନିନୀ ମଧ୍ୟ ଆସିଲେ ଆସିବ ନୂଆ ବନ୍ଧୁତା ବଡ଼ ସୁନ୍ଦର। ଦେହ ଓ ମନକୁ ବାନ୍ଧି ପକାଏ। ଆଜି ମୋର ବଡ଼ ଶୁଭଦିନ-ଭଜକୃଷ୍ଣ କଥା କାଲି ଶୁଣିବା। ମାନିନୀ କହିଲା-ସେ ମଧ୍ୟ ଶୁଣିବାକୁ ଚାହେଁ। ଆରେ ଏଠି ଭଜକୃଷ୍ଣ ପରି କିଏ ଜଣେ ଯାଉଛି। ମଟରଟି ହର୍ଣ୍ଣ ଦେଇ ଚାଲିଗଲା ବେଳେ ମାନିନୀ ମଟରର ଗତିକୁ ପ୍ରାୟ ଲୋପ କରି ଦେଇଥିଲା। ଭିତରୁ ସେ ଭଜକୃଷ୍ଣକୁ ଅଭିନନ୍ଦନ ଜଣାଇଥିଲା। ଭଜକୃଷ୍ଣ ଚମକି ପଡ଼ି ଚାହିଁଲା। ମାନିନୀ ଧୀରେ ବେଗ ବଢ଼ାଇ ଧୂଳି ଉଠାଇ ଚାଲିଗଲା। ଖଣ୍ଡେ ଦୂରରେ ଗାଡ଼ି ଅଟକାଇ କହିଲା-ଏଇଠି ଓହ୍ଲେଇଯାନ୍ତୁ-ଆମର ବନ୍ଧୁ। ଏଣିକି ଅନେକ ଚିହ୍ନା ଲୋକ ମିଳିବେ। ଆଉ ସହରର କ୍ଲବ ସବୁ କମ୍ପିଯିବ ଆଲୋଚନାରେ। ରକ୍ଷା ମିଳିଗଲା ବୋଲି ଭାବି ରମାକାନ୍ତ ଓହ୍ଲାଇବାକୁ ରାଜି ହେଲାବେଳେ ଅଳକା ମଟରର ଦୁଆରକୁ ଖୋଲିଦେଲା। -ଭୁଲିବ ନାହିଁ। ରାଗିବ ନାହିଁ। -ଭାବିବ ଆଉ ଦେଖିବ ଯେ ଆଜି କେଡ଼େ ସୁନ୍ଦର ଦିନଟିଏ-ନୂଆ କଥା ଯେଉଁଦିନ ମଣିଷ କରିଥାଏ ସେ ଦିନଟି ହେଉଛି ଶୁଭଦିନ। ଆଜି ଗାଡ଼ି ଚାଲିଗଲା। ଆଗରୁ ଦୁଇଟି ମଟର ଆଗପଛ ହୋଇ ଆସୁଛି। କିଏ ଜାଣେ କିଏ ଆସୁଥିବ। ଅଳକା କହିଲା-ହଠାତ୍ ଗାଡ଼ି ଚଳାଇ ଦେଲା। ମୁଁ କଥାଟା ପୂରା କହି ପାରିଲି ନାହିଁ। -କ'ଣ କହୁଛ ମ? ଯେତେ ଯାହା ପ୍ରକାଶ ପାଇଲେ ବି ପ୍ରକାଶିତ କଥା, ଘଟଣା, ଇଚ୍ଛା ସବୁ ତ ଆମର ଗୁପ୍ତ-ଗୋପନ-ଗୋପନୀୟ। କାରଣ ଆମେ ଅଛୁ ଏଇ ସଂସାରରେ। -ମୋର ଡର ଭୟ ନାହିଁ। -ମୋର କିନ୍ତୁ ଲାଜ ଅଛି। କାରଣ ମୋର ଜଣେ ଖାଉନ୍ଦ ଅଛନ୍ତି। ଅଳକା ସିନା ବେମୁରବି ଲୋକ। ହସି ଅଳକା କହିଲା-ଓଡ଼ିଆରେ ପଦେ କଥା ଅଛି। -ଶାଗ ତୋଳି ତୋଳି ନଖ ନାହିଁ।